ନୀରବି ଯାଇଚି ମାଟର୍ନିଟି ଓ୍ୟାଡ଼ର ଛାତପିଟୁଣୀ ଯୁବତୀମାନଙ୍କର ଗୀତ। ସେମାନେ ଏହା ମଧ୍ୟରେ କାମସାରି ଚାଲିଯାଇଚନ୍ତି ନିଜନିଜର ଘରକୁ। କେବଳ ଗଣ୍ଡା ସାହିରେ ବାଜୁଚି ଉଦଣ୍ଡ ତାଳରେ ଗୋଟାଏ ଢୋଲ–ମଦ ନିଶାରେ ବିଚିତ୍ର ସଙ୍ଗୀତର ଧିଶା ମଧ୍ୟ ତା ସାଙ୍ଗରେ ଶୁଭେ-। ଏଣେ ପାଖ ସଅରାପଡ଼ାରୁ ବଜାରୀ ମଦୁଆମାନଙ୍କର ହଟ୍ଟଗୋଳ ମଧ୍ୟ ଭାସିଆସେ ପବନରେ-। ଦେହବିଳାସର ଉପଯାଚନାରୁ ଯେଉଁମାନେ ବଞ୍ଚିତ ହେଇଚନ୍ତି, ସେମାନେ ଅର୍ଥ ବିନିମୟରେ ତାହା ଆଦାୟ କରିନେବାକୁ ଆସିଚନ୍ତି ସେଠିକି। ଏତିକିବେଳେ। ପାର ପାଟିକରି ଉଠିଲା, "କେନ୍ଆଡ଼େ ଯାଇଥିଲୁ ରେ ରୋଇଖିଆ" ମୁଁ ଇଁ ତୋର୍ ଲାଗି ରାତ୍ ଅଧ ଯାଏ ଚେତ୍ବି କି ରେ ଗଜାବଅସିଆ... ଗାଡ଼୍ ସୁଆ... ଆରେ ତୁଇ ମଦ୍ ମୁଦା ପିଇଚୁ କିରେ... " ଚୁପ୍କର ନଫର ବାଣ୍ଡି... ମଦ୍ ମୁଇଁ କାଁ କରି ପିଇବି ଲୋ... କାଲି ମୁଇଁ ନାଇଁ ପିଇବି କାଏଁ? " ତା ପରେ ପିଣ୍ଡା ଉପରୁ ଦଉଡ଼ିଆ ଖଟିଆଟାକୁ ଘଡ଼୍ ଘଡ଼୍ କରି ଟାଣିଆଣି ଦୁଆରେ ପକେଇ ଦେଇ ସେଥିରେ ଗଡ଼ି ପଡ଼ିଲା ଭଁଅରା। ଗର୍ଜି ଉଠିଲା ପୁଣି ପାର। "ଗାଡ୍ସୁଆ, କାଁ କରି ଶୁଉଚ ରେ ଏନ୍ସି ଝୁମ୍ରା ତତେ ଲାଗ୍ସି ନାଇଁ ଖାଇବୁ କେଁ? " ରତିକାନ୍ତଙ୍କର ସ୍ତ୍ରୀ ସେମାନଙ୍କ ଦୌରାତ୍ମ୍ୟ ଆଉ ବରଦାସ୍ତ କରିପାରିଲେ ନି। "ପାର ତମେ ସଭିଏଁ ଏକା ଡଙ୍ଗାରେ ବସିଲ? ଛୁଆଟା ଶୋଇନେଇ ପରା ତମେ ଦେଖୁଚ! " ଛୁଆର ନାଁ ଶୁଣି ଭଁଅରା ଖଟିଆ ଉପରେ ଗଡ଼୍ଗଡ଼ା ମାରିବା ଛାଡ଼ି ଦେଇ ଉଠି ପଡ଼ିଲା-। ରତିକାନ୍ତଙ୍କର ପୁଅକୁ ସେ ସ୍ନେହ କରେ ଖୁବ୍। ଶୋଇବାଘର ଆଗର ବାଘମୁହିଁ ପାଖକୁ ଚାଲି ଆସି ଭଁଅରା କହିଲା– "ମାଷ୍ଟର୍, ଆଜ୍ଞା... 'ବାବୁ ନାଇଁ ଶୋଇବାକୁ? " ଆହୁରି ବିପଦ। ଆଗର ଜହ୍ନଆଲୁଅର ତେଜରେ ବାରି ହେଇ ପଡ଼ୁଚି ଧୋବ ଫରଫର ମଶାରି, ପବନର ଲହରୀ ପୁଣି ସେଥିରେ। ତାକୁ ଯାଇଁ ଟେକିବାକୁ ବସିଲା ଭଅଁରା। ଡାକ ଛାଡ଼ିଲେ ରତିକାନ୍ତ। "ଭଅଁରା... ଭଅଁରା... " 'ମୁଇଁ ଶୁଇ ଦେବି ବାବୁକେ... ମୁଇଁ ଇହାଦେ ଫୁଙ୍କି କରି ଶୁଇ ଦେବି!! ଭଅଁରା ଗୁଣୀଗାରିଡ଼ି ଆଉ ଝଡ଼ାଫୁଙ୍କାର ମନ୍ତର ଯନ୍ତର ଜାଣେ ବୋଲି ଖୁବ୍ ଗର୍ବ କରେ। ଯୋଗକୁ ପାର ଆସି ପହଞ୍ଚିଯାଇଥିଲା ସେଠି। ହଠାତ୍ ଟାଣି ନେଲା ସେ ଭଅଁରାକୁ। ଭଅଁରା କିନ୍ତୁ ନିଜର ଖଟିଆ ପାଖକୁ ଆଉ ଗଲାନି। ପାଗଳ ପରି ଜହ୍ନଆଲୁଅରେ ଅଗଣାଟାଯାକ ଘୂରି ବୁଲିଲା। ତା' ଗତିବିଧିରୁ କଣ ଲକ୍ଷ୍ୟ କରି ପାର ଧମକ ଦେଇ କହିଲା, "ଆରେ ଗାଡ୍ସୁଆ, ମଦ୍ ତୁଇ ନୁହେ ପିଉ... ତୁଇ ମସଲା ଚିବୁଚେ କାଣ ପେଇଁରେ... ଗାଡ୍ସୁଆ, ରୋଇଖିଆ! " ହଠାତ୍ ପାର ପଛରେ ହାତ ମୁଠା ଉଞ୍ଚେଇଲା ଭଅଁରା। କିନ୍ତୁ ତାହା ପାରର ଦିହ ଛୁଇଁଲାନି। ଏମିତି ସେ କରେ। କୋଉଦିନ ପାରକୁ ସେ ମାରିଚି ବୋଲି ଜଣାଯାଇନି। ଭଅଁରା ପ୍ରକୃତରେ ମଦ ପିଇଥାଏ, କିନ୍ତୁ ଖୁବ୍ କମ୍। ତାକୁ ମୌନ ରହିବା ଦେଖି ପାରକୁ ବର୍ତ୍ତମାନ ସୁଯୋଗ ମିଳିଗଲା। ତା' ପାଖକୁ ଲାଗିଯାଇ ସେ କହିଲା, "ଦେ ଗାଡ୍ସୁଆ, ଟଙ୍କା ଆଣ୍... କେତେ ଟଙ୍କା ପାଇଚୁରେ ଆଜି? " "ତୋର ବୁଆର୍ ଟଙ୍କା, ହାରାମଜାଦି! ନଫରବାଣ୍ଡି, ମତେ ଫିର୍ କହିଲୁ ଗାଡ୍ସୁଆ... ମାଆର୍ ଦେଵି ଯେ" ପୁଣି ଉଠେଇଲା ଭଅଁରା ହାତ। ତା ପରେ ସେ ଭିଡ଼ି ଭିଡ଼ି ଟାଣି ନେଇଗଲା ଭଅଁରାକୁ ଢବା ଘର ଉପରକୁ। ଖିଆପିଆର ନାମଗନ୍ଧ କେହି ଧରିଲେନି। ବୟସ ଖସି ଯାଇଥିଲେ କଣ ହେଲା, ଆଜିର ଜହ୍ନଆଲୁଅ ତାକୁ ମଧ୍ୟ ପାଗଳ କରିଦେଇଚି। ଢବା ଉପରେ ପହଞ୍ଚି ପାର ଦେଖିଲା, ଗୋଟାଏ ଛୋଟ ବୋତଲରେ ଭଅଁରା ମଦ ମୁନ୍ଦାଏ ଆଣି ରଖି ଦେଇଚି। ସେତକ ଏକା ନିଶ୍ୱାସରେ ସେ ପିଇଦେଲା। ଶରୀର–ସଙ୍ଗୀତ ଠିକ୍ କହିବାକୁ ହେଲେ ବିଲାତିଆଳୁ ଚୋପାର ରଙ୍ଗ ଭଳି ତା' ବର୍ଣ୍ଣ। ନାଁ ତାର ନୁଖୁରୀ-। ନାଁଟା ତା'ଠି ସାର୍ଥକ ହେଲା ପରି ଲାଗେ। ବାଳଗୁଡ଼ାକ ସବୁଦିନେ ତାର ଫୁରୁଫୁରୁ–ଦିହଟା ଵି ବରାବର ଖସଖସିଆ ଦିଶେ ଆଖିକି। ବୟସ ତା'ର ଵି ସେହିପରି ତା ସାଙ୍ଗରେ ପଟ ପକେଇଚି-। ପନ୍ଦର ନୁହେଁ କି ଷୋଳ ନୁହେଁ। ଏକଦମ୍ ଛବିଶ। ଯଦ୍ୟପି ବୟସ ତାଠେଇଁ ଟିକେ ମାୟା ରଖିଚି, ତେବେ ଯୌବନ ଯେପରି ବୟସକୁ ଗୋଇଠା ମାରି ଠେଲି ଦେଇ ଚାଲିଯିବାକୁ ଉଦ୍ୟତ-।